ସାଧାରଣ କଥା। କାରଣ ମୁଁ ଆଶଙ୍କା କରିଥିଲି ଯେ ଏଠାରେ ପୁଣି ହୁଏତ ସଙ୍କଟର ସମ୍ମୁଖୀନ ହେବି। ସେ କଥାଟି ଗତକାଲି କହିଲ ନାହିଁ କାହିଁକି? ତେବେ ସତ କଥାଟି ଶୁଣ। ମରିସ ବୋଲି ଗୋଟିଏ ଲୋକ ମୋ ପାଖକୁ ଆସିଥିଲା। ସେ କହିଲା ଯେ ବରିକୁଦ ଦ୍ଵୀପକୁ ଆସିଲେ ମୁଁ ଗୋଟାଏ ଚାକିରି ପାଇବି। ସାହସିକ କାର୍ଯ୍ୟ। ସେ ମୋତେ ଏଠାକୁ ଆସିବାକୁ ଟଙ୍କା ମଧ୍ୟ ଦେଇଚି। ମୁଁ ତାକୁ ଆହୁରି ପ୍ରଶ୍ନ ପଚାରିଥିଲି ଏ କାମଟା ସମ୍ପର୍କରେ। ସେ କହିଲା, କାମଟି ଗ୍ରହଣ କରିବା ମୋ ଇଚ୍ଛା ଉପରେ ନିର୍ଭର କରେ। ମୋର ସେତେବେଳେ ଟଙ୍କା ଦରକାର ଥିଲା ବୋଲି ନେଇଛି। ତମେ କିନ୍ତୁ ଏ କଥା କାଲି କହିନ ତ? ନା, କହିନି। ସ୍ୱାଭାବିକ ଭାବରେ ଏଡ଼ାଇଯାଇଛି। ତେବେ ବର୍ତ୍ତମାନ ମୁଁ ବୁଝିଛି ଯେ ସମସ୍ତଙ୍କ ଭଳି ମୁଁ ଗୋଟିଏ ଡଙ୍ଗାରେ। ଏ ଡଙ୍ଗା ବୁଡ଼ିବ କି ଭାସିବ ଜାଣେନା। ମୋର ଭାଗ୍ୟ ଆପଣମାନଙ୍କ ସହିତ ଜଡ଼ିତ। ମୁଁ ମଧ୍ୟ ରାଜାବାହାଦୁରଙ୍କ ଫାନ୍ଦରେ ପଡ଼ିଯାଇଛି। ତେବେ ସେଇ ଶୟତାନଟି କାହିଁ? ତାହାର ତ ପତ୍ତା ମିଳୁନାହିଁ। ସମସ୍ତେ ଟେବୁଲ ପାଖରେ ବସିଲେ। ସମସ୍ତଙ୍କ ମନରେ ବିଷାଦର ଛାୟା। ମାଧବ ହଠାତ୍ ଉଠିପଡ଼ିଲା। ଫଟୋ ଷ୍ଟାଣ୍ଡ ପାଖକୁ ଯାଇ ଦେଖେ, ଆରେ ଏଇଟା ପୁଣି କିଏ ବଦଳାଇଦେଇଛି, ଇସ୍କାପାନ ବିବି, ଆମେ ଆଠ ଜଣ ମେମ୍ ସାହେବ ବିବି। ବର୍ଷା ମୁହଁ ଯୋଡ଼ିଦେଲା, ଅଦ୍ଭୁତ ପରିବର୍ତ୍ତନ ହୋଇଛି। ଏଇଟା ପୁଣି କଲା କିଏ? ଫଟିକ୍ ପୋଲିସ ଗୁଇନ୍ଦା ଭଙ୍ଗୀରେ ଜିନିଷଟା ପରୀକ୍ଷା କଲା। ମାଧବ ତାସ୍ ମୁଠାକ ହାତକୁ ନେଇଆସିଲା। ସମସ୍ତେ ଉଦ୍ବିଗ୍ନ। ଡାକ୍ତର କହିଲେ, ବେଶ୍, ମାଧବ, ଦେଖାଯାଉ ଇସ୍କାପାନ ବିବି କାହା ପାଖରେ, ମାନେ ଶ୍ରୀମତୀ ବିନୋଦିନୀ ଚେୟାର ଉପରେ ସଳଖ ହୋଇ ବସିଲେ। ମାଧବ ତାସ୍ ବାଣ୍ଟିଗଲା, ଆରେ ବାବୁ, ମଥୁରାନନ୍ଦ ତ ଆସିନାହାନ୍ତି। ତାଙ୍କ ତାସ୍ ଟି ଗୋଟିଏ ପାଖରେ ରଖାଯାଉ, ବର୍ଷା ନିର୍ଦ୍ଦେଶ କଲା। ସମସ୍ତେ ଖୁବ୍ ସନ୍ତର୍ପଣରେ ଯେଝା ତାସ୍ ଉଠାଇଲେ। ଆସ୍ତେ ଆସ୍ତେ ସମସ୍ତଙ୍କ ମନରେ ସନ୍ଦେହର ଆବରଣ ଆନନ୍ଦରେ ପରିଣତ ହେଲା। ନା, ତେବେ କାହା ପାଖକୁ ଇସ୍କାପାନ ବିବି ଯାଇନି, ମାନେ ମୃତ୍ୟୁ ନିମନ୍ତ୍ରଣ, ଡାକ୍ତର କହିଲେ, ଆପଣମାନେ ବସନ୍ତୁ। ମୁଁ ମଥୁରାନନ୍ଦଙ୍କୁ ନେଇଆସୁଛି। ଡାକ୍ତର ଚାଲିଗଲେ। ପରିବେଷଣ ଚାଲିଲା। କିଛି ସମୟ ପରେ ଦୌଡ଼ିଆସିବାର ଶବ୍ଦ ଭାସିଆସୁଛି। ସମସ୍ତେ ଯେପରି ପ୍ରସ୍ତୁତ ହେଲେ। ଦୌଡ଼ି ଦୌଡ଼ି ପଶିଆସିଲେ ଡାକ୍ତର। ଟେବୁଲ ପାଖରେ ଅଟକିଗଲେ। ମଥୁରାନନ୍ଦଙ୍କର ତାସ୍ ଗୁଡ଼ିକ ଟେବୁଲ ଉପରେ ବିଞ୍ଚୁଡ଼ି ହୋଇ ପଡ଼ିଲା। ଆରେ, ଏଇ ତ ମସ୍କା ଇସ୍କାପାନ ବିବି ଡାକ୍ତର ଘୋଷଣା କଲେ, ମଥୁରାନନ୍ଦଙ୍କୁ କିଏ ହତ୍ୟା କରିଛି। ସାତ ଜଣଯାକ ପରସ୍ପର ମୁହଁକୁ ଅନାଇଲେ। କାହା ମୁହଁରେ କଥା ନାହିଁ। ସମୁଦ୍ରର ଗଭୀର ଆର୍ତ୍ତସ୍ୱର, ପବନର ଚିତ୍କାର ପରିବେଶଟିକୁ କରିଦେଲା ମର୍ମନ୍ତୁଦ। ମଥୁରାନନ୍ଦଙ୍କର ଦେହଟିକୁ ପରୀକ୍ଷା କରାଗଲା। ତାଙ୍କ ବିଛଣାରେ ଶୁଆଇଦିଆଗଲା। ସମସ୍ତେ ତଳକୁ ଓହ୍ଲାଇଲେ। ରଘୁନାଥ ଯେପରି ଚିତ୍କାର କଲା, ସାର୍, ଦେଖନ୍ତୁ। ବର୍ଷା ଅନାଇଲା। ସେଇ ପଦଟି ଲେଖାଅଛି, ଇସ୍କାପାନ ବିବି, ଆମେ ସାତ ଜଣ ମେମ୍ ସାହେବ ବିବି। ଶ୍ରୀମତୀ ବିନୋଦିନୀଙ୍କର ବୁଣିବା ବନ୍ଦ ହୋଇଯାଇଛି। ବର୍ଷା ଝରକାରେ ଅନାଇଛି। ବାହାରେ ବୃଷ୍ଟି। ଫଟିକ୍ ଗାଲରେ ହାତ ରଖି ବସିଛି। ଅସ୍ଥିର ଭାବରେ ବୁଲୁଛି ମାଧବ। ଘରର ଗୋଟିଏ କୋଣରେ ବସିଛନ୍ତି ଜଜ୍ ସାହେବ। ଆଖି ଦୁଇଟି ମୁଦ୍ରିତ। ଡାକ୍ତର ପଶିବାମାତ୍ରକେ ଜଜ୍ ପଚାରିଲେ, ଘଟଣା କ'ଣ ଡାକ୍ତର? ମୃତ୍ୟୁ ଅସ୍ଵାଭାବିକ। ମୁଣ୍ଡ ପଛରେ ଗୋଟାଏ ଓଜନିଆ ଜିନିଷରେ ଆଘାତ କରାହୋଇଛି। ଏହି ଆଘାତ ଫଳରେ ମୃତ୍ୟୁ ଘଟିଛି। ଘର ଭିତରେ ଏକ ଗୁଞ୍ଜନ। ଜଷ୍ଟିସ୍ ମହାଜନ ପଚାରିଲେ, ଯେଉଁ ଜିନିଷ ସାହାଯ୍ୟରେ ଆଘାତ କରାଯାଇଛି, ତାହା କ'ଣ ଦେଖିଛନ୍ତି? ନା! ବିଚାରପତି ଗମ୍ଭୀର ହୋଇ କହିଲେ, ଦେଖନ୍ତୁ, ଆଜି ସକାଳେ ଏହି ଭଦ୍ରବ୍ୟକ୍ତି ମଥୁରାନନ୍ଦ ବାରଣ୍ଡାରେ ବସିଥିଲେ। ତା ପରେ ଚାଲିଗଲେ। ମୁଁ ଲକ୍ଷ୍ୟ କରିଛି, ଆପଣମାନେ ଆତତାୟୀ ଅନ୍ୱେଷଣରେ ଦ୍ଵୀପଟି ବୁଲି ଦେଖିଲେ, କିନ୍ତୁ କାହାକୁ ପାଇଲେ ନାହିଁ। ତେବେ ଆମେ ଏକ ସିଦ୍ଧାନ୍ତରେ ପହଞ୍ଚିଛୁ ଯେ ପ୍ରବୀଣକୁମାର ଓ ମାଳତୀର ମୃତ୍ୟୁ ଦୁର୍ଘଟଣାଜନିତ ବା ଆତ୍ମହତ୍ୟା ନୁହେଁ। ରାଜାବାହାଦୁର, ଯେ ଆମକୁ ଏ ଦ୍ୱୀପକୁ ନିମନ୍ତ୍ରଣ କରି ଆଣିଛନ୍ତି, ତାଙ୍କର ଉଦ୍ଦେଶ୍ୟ ଯେ ମହତ୍ ନୁହେଁ ଆପଣ ଜାଣିପାରିଛନ୍ତି।